ବିଶି ଆଙ୍ଗୁଠିରେ ନାଇଥିବା ସୁନାମୁଦିରେ ଯେଉଁ ଧଳାପଥରଟା ବସିଥିଲା, ପଶ୍ଚିମ ଆକାଶରୁ ସୂର୍ଯ୍ୟକିରଣ ପଡ଼ି ତା' ଆଖିକୁ ମଝିରେ ମଝିରେ ଝଲକାଇ ଦେଉଥିଲା। ଚିଡ଼ିଆଖାନାରେ କୌଣସି ଲୋଭନୀୟ ପ୍ରାଣୀକୁ ଦେଖି ଆଖିଟା କ୍ଷଣକ ପାଇଁ ଯେପରି ତା' ଉପରେ ଲାଖିଯାଏ, ଶୀତାଂଶୁ ବର୍ତ୍ତମାନ୍ ସେହି ଅବସ୍ଥାରେ ପଡ଼ିଯାଇଛି। ନିର୍ମଳାକୁ ଦେଖିଲା ପରେ ତା'ର ଅମାନିଆ ଆଖିକୁ ସେ ବୁଝାଇ ପାରୁନି। ଅବୁଝା ମନକୁ ଠିକ୍ ବାଟକୁ ଆଣିପାରୁନି। ଇଚ୍ଛା ହେଉଛି ନିର୍ମଳା ପାଖକୁ ଭିଡ଼ିଯିବାକୁ। କିନ୍ତୁ ସମ୍ମୁଖରେ ଯେଉଁ ତ୍ରିମୂର୍ତ୍ତି ଛିଡ଼ା ହୋଇଛନ୍ତି, ସେମାନେ ସତେ ଯେପରି ଏକ କାଚର ଦୀର୍ଘ ପାଚେରୀଭଳି ପ୍ରତିବନ୍ଧକ ହେଉଛନ୍ତି। ନିର୍ମଳା ଇଲିସି ମାଛର ତରକାରୀ ଖୁବ୍ ଭଲ ଭାବରେ ରାନ୍ଧି ଜାଣେ। ସେ ଭାରି ଇଲିସି ପ୍ରିୟ, ଆପଣମାନେ ଆଜି ତା'ର ହାତରନ୍ଧା ମାଛ ତରକାରୀ ଖାଇବେ। ନିର୍ମଳାକୁ ଭାରି ଲାଜ ଲାଗିଲା, ଗୁରୁପଦ ଆଗରେ ଛିଡ଼ା ହୋଇ ସେ କଥା କହେନି। ବଡ଼ଭାଇ ପ୍ରତି ତା'ର ବେଶି ଖାତିରି। ଆଜି ନୁହେଁ ପିଲାଦିନରୁ ମୁଣ୍ଡଟେକି ଭାଇ ଆଗରେ କଥା କହିଲେ ତା'କୁ ଗୋଟାଏ କେମିତି କ'ଣ ଲାଗେ? ଅବଶ୍ୟ ରମାପଦ ଯଦିଓ ତା'ଠାରୁ ବଡ଼, କିନ୍ତୁ ତା' ଆଗରେ କଥା କହିଲାବେଳେ ପାଟିରେ ବାଟୁଳି ବାଜେନି। ଅଥଚ ଗୁରୁପଦ ଆଗରେ ସତେ ଯେମିତି ଆଜନ୍ମ ମୁକ। ତଥାପି ବହୁତ ସାହସରେ କହିଲା, ମାଉସୀ, ଭାଇଙ୍କ କଥା ମୋଟେ ଶୁଣନ୍ତୁ ନାହିଁ। ସେ ନିଜେ ଇଲିସି ମାଛ ପ୍ରିୟ, ଭଲ ମଧ୍ୟ ରାନ୍ଧି ଜାଣନ୍ତି। ମିସେସ୍ ମହାପାତ୍ର ହସି ହସି କହିଲେ, ଗୁରୁପଦ ବାବୁ ତରକାରୀ ରନ୍ଧାର ବାସନାଟା ଆମେ ପାଇଛୁ। ସେଥିରୁ ଜାଣିପାରିଛୁ ଯେ ସେ ଭଲ ରାନ୍ଧି ଜାଣନ୍ତି। କିନ୍ତୁ ତୋ ହାତରନ୍ଧା ତରକାରୀ ଖାଇବା ପାଇଁ କାହିଁକି ମୋ ମନଟା ବ୍ୟାକୁଳ ହୋଇଉଠୁଛି ସେଥିପାଇଁ ଆମେ କଟକରୁ ଦୌଡ଼ି ଆସିଛୁ। ଆଜି ତୁ ରାନ୍ଧେ। ମୁଁ ତୋରି ହାତରନ୍ଧା ଆଜି ଖାଇବି। ନିର୍ମଳା ନିରୁତ୍ତର ରହିଲା। କ'ଣ କରିବ କିଛି ଭାବିପାରିଲା ନାହିଁ। ଲୁଗାକାନିଟା ହାତରେ ଗୁଡ଼ାଇଲା। ଶୀତାଂଶୁ ନିର୍ମଳାକୁ ଚିଡ଼େଇ ଦେବା ପାଇଁ ଛଳେଇ ଛଳେଇ କହିଲା, ବୋଉ ତୋର ବଡ଼ ଜିଦ୍। ଯେ ଲୁଣ ଲଙ୍କାର ଭାଗମାପ ପାଏନି, ତୁ ତାଙ୍କୁ ରାନ୍ଧିବାକୁ କହୁଛୁ କାହିଁକି? ଯଦି ରାନ୍ଧୁ ରାନ୍ଧୁ ଲୁଣ ବେଶି ପକାଇ ଦିଅନ୍ତି କିମ୍ୱା ଲଙ୍କା ବେଶି ପକାଇ ଦିଅନ୍ତି, ତୁ ଖାଇପାରିବୁ ନାହିଁ କି ଅନ୍ୟମାନଙ୍କୁ ଖୋଇ ଦେବୁନି। ସମସ୍ତେ ହଇରାଣ ହେବେ। ଶୀତାଂଶୁ କଥା ଶୁଣି ନିର୍ମଳା ମୁଣ୍ଡକୁ ଉପରକୁ ଉଠାଇ ଶୀତାଂଶୁକୁ ଚାହିଁ ଲାଜେଇ ଗଲା। ମନେ ମନେ କହିଲା, ଇସ୍ ଇଏ ଯିମିତି ମୋ ରନ୍ଧାକୁ ଟେଷ୍ଟ କରିଛନ୍ତି। ତୁ ଟା ବଡ଼ ଫାଜିଲ୍। ବଡ଼ ଆଗତୁରା ଟୋକାଟା। ତୁ କେମିତି ଜାଣିଲୁ ସେ ଲୁଣ ଲଙ୍କାର ଭାଗ ମାପ ଜାଣି ପାରିବନି ବୋଲି? ସାମାନ୍ୟ ବିରକ୍ତି କଣ୍ଠରେ ମିସେସ୍ ମହାପାତ୍ର ଶୀତାଂଶୁକୁ ଚାହିଁ କହିଲେ। ଭାବିଲି ପିଲାଲୋକ। ଶୀତାଂଶୁ ବଡ଼ ନମ୍ର ଭାବରେ କହିଲା। ଉଁ... ପିଲାଲୋକ ତୁ ଭାରି ବଡ଼ ମଣିଷଟା। ଗୁରୁପଦ ହସି ଉଠିଲା ଦୀନବନ୍ଧୁ ବାବୁ ହସି ହସି ଚାଲିଗଲେ। କିନ୍ତୁ ନିର୍ମଳା ମଳୟର ମୃଦୁ ସ୍ପର୍ଶ ପାଇଲା ଭଳି ଶିହରୀ ଉଠିଥିଲା। ଶୀତାଂଶୁର କଥାଗୁଡ଼ାକ ତା' ମନ ଭିତରେ ସତେ ଯେପରି ଏକ ନୂତନ ଅନୁଭୂତି ଖେଳାଇ ଦେଉଥିଲା। ତା'ର ସର୍ବାଙ୍ଗ ଶରୀରର ଲୋମକୂପଗୁଡ଼ିକ କାହିଁକି ଉତ୍ତେଜିତ ହୋଇ